ଶିକ୍ଷା ବିଭାଗରେ ହାକିମମାନଙ୍କର ଧାଡ଼ି ବଢ଼ିବାରେ ଲାଗିଛି। ସେହି ବାବୁମାନଙ୍କୁ ହିଁ ଅଧିକ ଅଲିଅଳ କରି ରଖିବାରେ ହିଁ ସରକାରଙ୍କର ଅଧିକ ପଇସା ଖରଚ ହେଉଛି। ବେଳେବେଳେ ଏସବୁକୁ ତୁଲାଉ ତୁଲାଉ ସ୍ୱୟଂ ସରକାର ବି ଭାରି ଅକର୍ତ୍ତବ୍ୟ ଏବଂ ଅସମର୍ଥ ଅନୁଭବ କରୁଛନ୍ତି। ତଥାପି ଅରଣ୍ୟ ଭିତରେ ଯେ କେଉଁଠି ପଇଦାବନ୍ଧ ଭଳି ଗାଆଁଟିଏ ବା କେତୋଟି ଗାଆଁ ରହିଛି, ମାଫିଆମାନେ ତାହାର ଖବର ନେବାକୁ ମଧ୍ୟ କଦାପି ମନ କରିବେ ନାହିଁ। ଯଦି ସରକାରଙ୍କ ଘରେ ସତକୁ ସତ ଜଣେ ମନ୍ତ୍ରୀ ଥାଆନ୍ତେ, ଯିଏକି ଶିକ୍ଷାକୁ ଭଲ ପାଉଥାଆନ୍ତେ ଏବଂ ନିଜକୁ ରାଜନୀତି ରାଜ୍ୟର ଚାକିରିଆଟିଏ ବୋଲି ନମଣି ଏହି ଦେଶକୁ ନେଇ ପ୍ରକୃତରେ କିଛି ସ୍ୱପ୍ନ ଦେଖୁଥାନ୍ତେ, ତେବେ ସିଏ ତେଣେ ସହରର ସବୁଯାକ କାର୍ଯ୍ୟକ୍ରମକୁ ସ୍ଥଗିତ ରଖି ସିଧା ପଇଦାବନ୍ଧ ମାନଙ୍କୁ ଆବିଷ୍କାର କରି ବାହାରନ୍ତେ। ଏମିତି ଗୋଟିଏ ଗାଆଁ ତାଙ୍କ ମୁଲକରେ ରହିଛି ଓ ସେଠାରେ ଏଭଳି ଗୋଟିଏ ଉଦ୍ୟମ ହେଉଛି ବୋଲି ଶୁଣି ସିଏ ନିଜକୁ ଦ୍ୱିଜ ବୋଲି ଅନୁଭବ କରନ୍ତେ। ଆଦୌ କୌଣସି ସରକାରୀ କଦର ନ ନମାନି ସିଏ ପଇଦାବନ୍ଧ ଯାଆନ୍ତେ। ମନ୍ତ୍ରୀ ଭାବରେ ନୁହେଁ, ଏହି ପ୍ରତିଶ୍ରୁତିମୟ ଦେଶର ଜଣେ ନାଗରିକ ଭାବେ ସେଠି ଖଜୁରିପଟି ଉପରେ ମାଆ ଭାଇମାନଙ୍କ ସହିତ ଏକାଠି ବସନ୍ତେ। ଦୁଃଖ ସୁଖ ହୁଅନ୍ତେ। ପଇଦାବନ୍ଧ ରାଜ୍ୟରେ ଗୋଟିଏ ନୁହେଁ, ଏକାଧିକ ରହିଥିବ। ଦେଶରେ ତତୋଃଧିକ। ଥିବ। ଏସବୁ ସ୍ଥାନରେ ଉତ୍ସାହୀ ଉଦ୍ୟମମାନ ହେଉଥିବ। ଏକାବେଳେକେ ତଳୁ କିଛି ନା କିଛି ତିଆରି କରିବାର ପ୍ରୟୋଗ କରାଯାଉଥିବ ଏବଂ ସବୁଯାକ ଜାଗାରେ ସମ୍ପୃକ୍ତ ଉଦ୍ୟମୀମାନଙ୍କୁ ସୁଅ ବିରୋଧରେ ସଂଗ୍ରାମ କରିବାକୁ ପଡୁଥିବ ଅର୍ଥାତ୍ ସରକାରୀ ଧାରାଟା ସହିତ ଲଢ଼ିବାକୁ ହେଉଥିବ। ସରକାରମାନେ ସର୍ବତ୍ର ଏପରି ହିଂସ୍ର ହୁଅନ୍ତି କାହିଁକି କେଜାଣି? ଅନ୍ୟ ଧାରାଟିଏ ଦେଖିଲେ ଦ୍ୱେଷ କରନ୍ତି ଏବଂ ତାହାକୁ ନାନା ପ୍ରତିବନ୍ଧକ ସୃଷ୍ଟିକରି ମାରିଦେବାକୁ ଚେଷ୍ଟା କରୁଥାନ୍ତି କାହିଁକି କେଜାଣି? ତୁମେ ଆଦୌ କିଛି ନକରୁଥାଅ ପଛକେ, ଯଦି ବୋଲ ମାନିପାରିଲ, ତେବେ ସରକାରୀ ଅନୁଗ୍ରହ ତୁମ ପାଇଁ ସୁନିଶ୍ଚିତ ଭାବରେ ରହିବ। ଯଦି ଅମାନିଆ ହେଲ, ଅର୍ଥାତ୍ ନିଜେ କିଛି ଚିନ୍ତା କଲ ଏବଂ ସହଧର୍ମୀ କେତେଜଣଙ୍କ ସହିତ ମିଶି ବିକଳ୍ପ ଭଳି କିଛି ତିଆରି କରିବାରେ ମନଦେଲ, ତେବେ ସରକାର ହିଁ ତୁମର ବାଟରେ ଆସି ଆଗ ଛିଡ଼ା ହୋଇଯିବେ। ସ୍ଵାଧୀନ ଭାରତବର୍ଷରେ ଏହି କଥାଟା ହୁଏତ ବିଶେଷ ଭାବରେ ଏବେ ହେଉଛି ଏବଂ ତେଣୁ ଶିକ୍ଷାଘରେ ମନ୍ୱନ୍ତର ପଡ଼ିଛି। ରାଜନୀତି ଦୁଷ୍ଟ ହୋଇଗଲାଣି, ଶାସନ ଦୁଷ୍ଟ ହୋଆଲାଣି, ନେତୃତ୍ୱମାନେ ଭାରି ବିଗିଡ଼ା ପ୍ରକୃତିର ହେଲେଣି। ତେଣୁ ଆନୁଷ୍ଠାନିକ ଶିକ୍ଷାଘରର ଗୋଦାମ ସିନା ବଢ଼ିବାରେ ଲାଗିଛି, ମାତ୍ର ଭିତରେ ସବୁକିଛି ଭୁଷଡ଼ି ଯାଉଛି। କେବଳ ବିକଳ୍ପଗୁଡ଼ିକ ଉପରେ ଯାହା କିଛି ଆଶା କରି ହେଉଛି। ନିଜ ଉଦ୍ୟମରେ ଯିଏ ବା ଯେଉଁମାନେ କିଛି କରୁଛନ୍ତି, ସେଥିରେ ଅନ୍ତତଃ ସାଧୁତା ରହିଛି ଏବଂ ସାଧୁତା ହିଁ ସ୍ଥାୟୀ ଭାବରେ କିଛି ସମ୍ଭବ କରିପାରିବ! ବିକଳ୍ପମାନେ ମଧ୍ୟ ଭୁଲ କରିବେ, ତଥାପି ଭୁଲରୁ ଶିଖିବେ। ଶିକ୍ଷା କରୁଥିବେ ଏବଂ ବଦଳି ଯାଉଥିବେ। ସେଇଥିରୁ ଅସଲ ଗଢ଼ଣ ଗୁଡ଼ିକ ବିକଶିତ ହୋଇଆସିବ। ରାଜ୍ୟ ସରକାର ଦିଲ୍ଲୀରୁ ପଇସା ପାଇ ସମସ୍ତଙ୍କ ପାଇଁ ଶିକ୍ଷାର ଗୋଟିଏ ଦରବାରିଆ କାମରେ ହାତ ଦେଇଥିଲେ। ପ୍ରଥମେ ଗାଡ଼ି ଗାଡ଼ି କାଗଜ ପ୍ରସ୍ତୁତ ହେଲା। ଇଂରାଜୀରେ ନହବତ ବସି ଗଦା ଗଦା ଆଲୋଚନା ହେଲା। ପରବର୍ତ୍ତୀ ଶତାବ୍ଦୀ ଆରମ୍ଭ ହେବାବେଳକୁ କିପରି ପ୍ରାଥମିକ ଶିକ୍ଷା ବୟସର ପୁଅ ଓ ଝିଅ ସବୁପିଲା ପାଠଶାଳାକୁ ଆସିବେ, ସେଥିଲାଗି ଗଣିତରେ ବାଡ଼ି ପକାଇ ସାଲୱାରି ବହୁତ କିଛି